କାହିଁ ଶୁକୁରା ତାକୁ ଛାଡ଼ି ଯାଇନାହିଁ ତ! ଘରେ ଖାଇବାକୁ ନାହିଁ। ଶୁକୁରା ଯାହା ଦେଇ ଯାଇଥିଲା କରଜକୁ, ସେ ସଇଲାଣି। ଭୁଆସୁଣୀଟା କରିବ କ'ଣ? ଶୁକୁରା ତାକୁ ଛାଡ଼ି ଯାଇ ନଥିଲେ, ସେ ଆଜି ଏ ହୀନସ୍ତା ହେଉଥାନ୍ତା କାହିଁକି? କାହାକୁ କହିବ ସେ ଏକଥା! ମନେ ପଡ଼ିଲା–ଭାଗୁ ମହାନ୍ତି! କାହିଁ? ଭାଗୁ ମହାନ୍ତି ତ ସେଇପଟେ ଯାଉଚନ୍ତି ନିତି। ଆଉ ପଚାରୁ ନାହାନ୍ତି। ଖାଲି କଣେଇ କଣେଇ ଚାହୁଁଥିବେ। ସେ ଚାହାଣିକି ଡରମାଡ଼େ। ତଥାପି ତାଙ୍କୁ ନକହି ଚାରା ନାହିଁ। ପରପୁରୁଷଟା କାଳେ କିଏ କ'ଣ କହିବ। ଛି ବାପ ବୟସର ବୁଢ଼ାଟା, କିଏ କ'ଣ କହିବ? କହିଲେ କହୁ। ସେ ଆଉ କ'ଣ ସମସ୍ତଙ୍କ ମୁହଁରେ ହାତ ଦବକି? କହିବ ଯେ, କ'ଣ କରିବ ସେ କିମିତି କହିବ ବା! ରତନୀ ଭାବି ମଧ୍ୟ ଭାବିପାରୁ ନଥିଲା। ଛାଇ ଆସି ତଳିପାରେ ହେଲାଣି। ରତନୀ ବସି ଘଷି ତାରୁଛି। ସାତ ସକାଳୁ ମୁହଁ ଅନ୍ଧାରିଆ ଦାଣ୍ଡ ଗୋହରିରୁ ଅଧ ପାଚିଆଏ ଗୋବର ଆଣିଥିଲା। ଘଷିପାରି ହେଉନାହିଁ–ଗୁଣ୍ଡା କରୁଚି ସେ ବସି। ନିଧିଆ ବୋଉ ଠେଙ୍ଗାପରି ଦାନ୍ତ କାଠିଟାଏ ମୁହଁରେ ଭରି ମେଞ୍ଚା ମେଞ୍ଚା କି ଛେପମିଶା ଦାନ୍ତକାଠି ପାରୁ ଥୁ ଥୁ କରୁଛି, ଆସି ପହଞ୍ଚିଲା–''କିଲୋ ବାଇଆ ମା, ଯିବୁନି କି ଗାଧୋଇ? '' ଏଇ ମାଇପଟି, ଦୁଃଖୀ ବୋଲି କି କ'ଣ, ବେଳେ ଅଧେ ଆସି ପଚାରେ। ଭଲମନ୍ଦ ପଦେ କଥା କହେ। କେତେ କଥା କେତେ ଲୋକେ କହନ୍ତି ତା' ନାଆଁରେ ନା ନା ଛି ଛି ଆଉ ତା'ର ବଳଅଛି ନା ବଅସ ଅଛି। ଯୁବା ବଅସରେ ଗିରସ୍ତକୁ ଖାଇଲା। ଏକୁଟିଆ ମାଇପି ଲୋକ ଘରକୁ ଏକଲା ହେଲାକୁ, କରମ ପୋଡ଼ିଗଲାକୁ ସିନା ଯିଏ ଯାହାପାରେ ତା' କହିଲା କହିବାକୁ ବହପ ପାଇଲା। ମଣିଷ ଇମିତି। ନିପାରିଲା ଜୀବ ଉପରେ ସମସ୍ତିଙ୍କ ଅହନ୍ତା। ଗରିବ ମାଇପ ସମସ୍ତଙ୍କ ଟାପରା। ଯାହାର ଜୋର୍ ଅଛି, ଯେ ଜବରାଣ କରୁଛି, ସେ ଭଲ ଲକ୍ଷେ ଅନିଷ୍ଟ କଲେବି ଭଲ। ଯେ ବିଚରା କାହାରି ଭଲମନ୍ଦରେ ନଥାଏ, ଯେତିକି ପାରେ ପରର ଖିଜମତ କରେ କି ଦୁଃଖ ବେଳରେ ଦରଜ କରି ପଦେ କଥା କହେ, ସେଇ ଯେ ଖରାପ। ଦିହେଁଯାକ ଗାଧୋଇ ଗଲେ। ଶୀତ ଛାଡ଼ିଥାଏ ଖରାମଡ଼ା ଭୂଇଁଉପରୁ, ଲୁଚିଥାଏ ଯାଇ ସାତ ତାଳ ପାଣିରେ ପୋଖରୀ ଭିତରେ। ଗୋଡ଼ ବୁଡ଼େଇଲେ ଦେହ ଶୀତେଇ ଉଠୁଚି। ଗାଧୋଇବାକୁ ଡରମାଡ଼ୁଚି, ତଥାପି ଗାଧୋଇବାକୁ ହବ। ନିଧିଆ ବୋଉ ଝାମା ଇଟାରେ ଫଟା ଗୋଡ଼ର ମଳି ରକଟାକୁ ଛଡ଼ଉ ଛଡ଼ଉ କହିଲା ''କିଲୋ, କିଛି ଖବର ବାତିନି ଅଇଲା ଟଙ୍କା କି ପଇସା? '' ''କାଇଁ।? କିଛି ନା। '' କଂସା ଖଡ଼ୁର ଜାବ ତଳେ ମଣିବନ୍ଧର କଳା ଦାଗକୁ ସଫା କରୁ କରୁ ବାଇୟା ମା ନାହିଁ କଲା। ''ତୁ ଚଳୁଚୁ କିମିତି ଲୋ? '' ''ଠାକୁରେ ଜାଣନ୍ତି ନାନୀ। ମୋତେ ତ କିଛି ବୁଦ୍ଧି ଦିଶୁନାହିଁ, କିମିତି ଚଳିବି। ସେଇଆ ପଚାରିବି ପଚାରିବି ବୋଲି ସକାଳ ପହରୁ ତୋତେ ମନେ ମନେ ଖୋଜି ହଉଚି। କୋଉଠିକି ହେଲେ ଧାନକୁଟେଇ ନେଇ ଚାଲ ସାଙ୍ଗରେ। '' ଧାନକୁଟା? ହଁ, ଧାନକୁଟା। ଧାନ ସେ ନକୁଟିବ କାହିଁକି? ଲୋକେ କହିବେ ଭୁଆସୁଣୀଟା, ଘଇତା ଥାଉ ଥାଉ, ଘଇତା କଲିକତା ଯାଇଚି ରୋଜଗାର କରିବାକୁ ମାଇପ ପର ଘରେ ଧାନକୁଟିବ! ରତନୀ କୁଳରେ କାଳି ଲାଗିଯିବ। ଏଇ କଂସା ଖଡ଼ୁ ତଳ କାଳିପର ସେ ଆଉ ଘସିଲେ ମାଜିଲେବି ଛାଡ଼ିବ ନାହିଁ। ''କାହାର ଧାନକୁଟିବୁ? '' ନିଧିଆ ବୋଉ ପଚାରିଲା–''ଗାଁଯାକ ଯେତେଠିଁ ଧାନକୁଟା ଯାଉଚି ସେତକ ଗାଁ ରାଣ୍ଡକୁ ତ ନିଅଣ୍ଟ। '' ସେତେବେଳକୁ ଧାନକୁଟି ବଳଦ ଉପରେ ଲଦି ମୂଲିଆ ଫେରିଲେଣି ବିଲରୁ। ଏଥର ଧାନ ସେତେ ଭଲ ହୋଇ ନାହିଁ। ପଛାନ୍ତି ବରଷା। ବୁଣା ହେଲା ଡେରିରେ। ଆଗେ ବୁଣ ପଛେ ବୁଣ ଗର୍ଭଣାକୁ ସବୁ ମୁଣ୍ମୁଣ୍ ହେଇ ପାଚି ଆରମ୍ଭ କଲା। ତଥାପି ଧାନ ତ, ଧାନନୁହେଁ ଦାନା ଜୀବନ ମା ଲକ୍ଷ୍ମୀ। ଆଉ ଦିନେ କେଇଟା ପରେ ଏଇ ବଳଦ ଉପରେ ପଲାଣ ପକାଇ ମା ଲକ୍ଷ୍ମୀ ଗୁରୁବାର ସେର ଭୋଗ ଖାଇ ଖଳାରୁ ବାହାରି ଚାଲିଯିବେ ତାଙ୍କ ଚଞ୍ଚଳା ନାଆଁକୁ ସାର୍ଥକ କରି ବଡ଼ଲୋକଙ୍କ ଘରେ ଅଳସ ଭାଙ୍ଗିବାପାଇଁ। ବିଲରେ ଖାଲି ଧାନର ଲହଡ଼ି ଖେଳୁଛି। କିନ୍ତୁ ଧାନ କାହିଁ?